ଏଣୁ ଭଲ ପାଇବା ସୀମା ଭିତରେ ରହିବା ଉଚିତ। ସନ୍ନ୍ୟାସୀ ହେବା ସହଜ ନୁହେଁ। ଅନେକ କହିଥାନ୍ତି "ସନ୍ନ୍ୟାସୀର ଚିନ୍ତା ନାହିଁ କି ଦୁଃଖ ନାହିଁ" କିନ୍ତୁ ସବୁ ସନ୍ନ୍ୟାସୀ ସମାନ ନୁହନ୍ତି। ଦୁଃଖ ସୁଖରେ ସମତା ଆସିବା ପୂର୍ବରୁ ଯେଉଁମାନେ ସନ୍ନ୍ୟାସୀ ହୋଇଥାନ୍ତି, ସେମାନେ ବେଶୀ ଦୁଃଖ ସୁଖରେ ପଡ଼ିଥାନ୍ତି। ମନୁଷ୍ୟ ସବୁବେଳେ ପରର ସୁଖ ଓ ନିଜର ଦୁଃଖକୁ ଦେଖେ। ଗୃହୀ ଗୃହରେ ଥିବାବେଳେ ସନ୍ନ୍ୟାସ ଜୀବନକୁ ସୁଖମୟ ମନେକରେ। ପ୍ରକୃତରେ ଗୃହୀ ଓ ସନ୍ନ୍ୟାସୀ ଉଭୟଙ୍କଠାରେ ଦୁଃଖ ସୁଖ ସମାନ ଯନ୍ତ୍ରଣା ଦିଏ। ଗୃହୀ ପରସ୍ପର ସାହାଯ୍ୟ ଭିତରେ ଶରୀର ଯାତ୍ରା ନିର୍ବାହ କରେ। ସନ୍ନ୍ୟାସୀ କେବଳ ନିଜ ଉପରେ ନିର୍ଭର କରେ କହିଲେ ଚଳେ। ଗୃହୀ ଗୃହର ସମସ୍ତଙ୍କ ପାଇଁ ଯେପରି ଚିନ୍ତା କରେ, ସନ୍ନ୍ୟାସୀ ନିଜର ଦେହ ରକ୍ଷା ପାଇଁ ସେପରି ଚିନ୍ତା କରେ। ଯେଉଁ ଲୋକ ଦୁଃଖ ସୁଖକୁ ସମାନ ମନେକରି ଚଳିବାକୁ ଚେଷ୍ଟା କରେ, ତାହା ପକ୍ଷରେ ଗୃହୀ ହେବା ଓ ସନ୍ନ୍ୟାସୀ ହେବା ସମାନ। ଗୃହର ଯାବତୀୟ କର୍ମ, ମନ କଲେ ଆନନ୍ଦରେ କରିବ-। ଦୁଃଖ ସୁଖରେ ସମଦର୍ଶୀ ଗୃହୀ ପକ୍ଷରେ କୋଠାଘର, କୁଡ଼ିଆଘର ଓ ଗଛମୂଳ ସବୁ ସମାନ-। ସେ ଗୃହର କର୍ମ କଲାବେଳେ ନିଜକୁ ପରିଚାଳକ ମନେ କରେ ଏବଂ ଈଶ୍ଵରଙ୍କୁ ମାଲିକ ମନେ କରେ। ତେଣୁ ସେ କର୍ତ୍ତବ୍ୟ ଜ୍ଞାନରେ ସମସ୍ତ କର୍ମ କରିଯାଏ। ପୁଣି ସନ୍ନ୍ୟାସୀ ଜୀବନଠାରୁ ଗୃହୀ ଜୀବନ ଅଧିକତର ସୁଗମ। ସନ୍ନ୍ୟାସୀ ତାଙ୍କର କଠୋର ସନ୍ନ୍ୟାସ ଧର୍ମ ପାଳନ କରି ନ ପାରିଲେ ପତନ ଅବଶ୍ୟମ୍ଭାବୀ। ଶେଷରେ ସେ ଶଠ ସନ୍ନ୍ୟାସୀ ବୋଲି ସର୍ବତ୍ର ଘୃଣିତ ତଥା ଉପେକ୍ଷିତ ହୁଅନ୍ତି। ଗୃହୀ ନିଜର ଧର୍ମ ପାଳନ କରି ନ ପାରିଲେ ଅବଶ୍ୟ ଘୃଣିତ ହୁଅନ୍ତି କିନ୍ତୁ ଉପେକ୍ଷିତ ହୁଅନ୍ତି ନାହିଁ। ଆଉ ମଧ୍ୟ ସନ୍ନ୍ୟାସୀ ଉପଦେଶ ଦିଅନ୍ତି, ଗୃହୀ ଉପଦେଶକୁ କାର୍ଯ୍ୟରେ ପରିଣତ କରି ଆଦର୍ଶ ଦେଖାଇ ଦିଅନ୍ତି; ଯେଉଁ ଆଦର୍ଶକୁ ବଂଶ ପରମ୍ପରା ଅନୁସରଣ କରନ୍ତି। ଜନକ, ବଶିଷ୍ଠ ଓ ବ୍ୟାସ ପ୍ରଭୃତି ଗୃହୀ ହୋଇ ଯେଉଁ ଆଦର୍ଶ ରଖି ଯାଇଛନ୍ତି, ଆଜି ଆମ୍ଭମାନଙ୍କର ତାକୁ ଶ୍ରେୟ ମନେକରି ଚାଲିବା ଉଚିତ।। ୟ-ସନ୍ନ୍ୟାସୀ ହେଲେ ଈଶ୍ଵରଙ୍କ ସହିତ ସମ୍ବନ୍ଧ ରଖିବାକୁ ସମୟ ଓ ସୁବିଧା ବେଶୀ ମିଳିବ। ଗୃହୀର ଗୃହଜଞ୍ଜାଳ ତାହା କରାଇ ଦେବ ନାହିଁ। ମ-ଈଶ୍ଵରଙ୍କ ସହିତ ସମ୍ବନ୍ଧ ରଖିବା ପାଇଁ ଗୃହୀ ଓ ସନ୍ନ୍ୟାସୀ ଉଭୟ ଉପଯୁକ୍ତ। ଏଥିପାଇଁ ମନର ସାଧନା କେବଳ ଆବଶ୍ୟକ, କାରଣ ଈଶ୍ଵର ଚାହାନ୍ତି ନିର୍ମଳ ମନ। ସେ ଚାହାନ୍ତି ନାହିଁ ପୋଷାକ, ସ୍ଥାନ ଓ ନିୟମ। ସାଧାରଣ ସନ୍ନ୍ୟାସୀମାନଙ୍କ ଅପେକ୍ଷା ଜନକାଦି ଗୃହୀମାନେ ଈଶ୍ଵରଙ୍କ ସହିତ ବେଶୀ ସମ୍ବନ୍ଧ ରଖିପାରିଥିଲେ। ଏହା ପୁରାଣରେ ଅଛି। ଈଶ୍ଵରଙ୍କ ବିଷୟ ଜାଣିବା ପାଇଁ ଗଭୀର ଚିନ୍ତା ଓ କଠୋର ସାଧନା ଆବଶ୍ୟକ। ସେଥିପାଇଁ ଗୃହ ଓ ଜଙ୍ଗଲ ସମାନ, ବରଂ ଗୃହ ପ୍ରଶସ୍ତ। ପୂର୍ବରୁ ଋଷିମାନେ ଆଶ୍ରମରୂପୀ ଗୃହ ମଧ୍ୟରେ ନିଜ ପରିବାର ସହିତ ରହି ଈଶ୍ଵର ଚିନ୍ତା କରୁଥିଲେ। ଯଦିବା କେହି ସନ୍ନ୍ୟାସୀ ହେଉଥିଲେ ସେ ପର୍ବତ ଗୁମ୍ପାରେ ରହି ବଣଜାତ ଫଳମୂଳ ଭକ୍ଷଣ କରୁଥିଲେ। ସେତେବେଳେ ଧାର୍ମିକ ରାଜା ଓ ଧନୀମାନେ ପର୍ବତ ଗୁମ୍ଫା ଖୋଳାଉଥିଲେ ଏବଂ ମରାମତି କରୁଥିଲେ। ଆଜି ସେସବୁ ସୁବିଧା ନାହିଁ କହିଲେ ଚଳେ। ପକ୍ଷାନ୍ତରେ ଗୃହସ୍ଥାଶ୍ରମ ପରେ ସନ୍ନ୍ୟାସାଶ୍ରମର ବ୍ୟବସ୍ଥା ବୈଦିକ ଯୁଗରୁ